ଭୁଲ୍ ମୋର କେଉଁଠି? ଯଦି କିଛି ଭୁଲ୍ କରିଥାଏ; ବା ଦୋଷ ହୋଇଥାଏ; ତା'ହେଲେ ସେ ଲାଗି କ'ଣ କ୍ଷମା ନାହିଁ? ଜୀବନରେ କେହି କେବେ ଦୋଷ କରିବାକୁ ଚାହେଁନା; ଯେହେତୁ କାହାକୁ ଦୋଷ ବା ଭୁଲ୍ କରି ସେ ଲାଗି ଦଣ୍ଡ ଭୋଗିବାକୁ ବା ମନସ୍ତାପ କରିବାକୁ ଭଲ ଲାଗେନା। ପରିସ୍ଥିତିରେ ପଡ଼ି ମଣିଷ ଭୁଲ୍ କରେ। ଆଉ ନିଜର ଭୁଲ୍ ବେଳେ ବେଳେ ଭସ୍ମାସୁର ଭଳି ନିଜକୁ ଗ୍ରାସ କରି ବସେ। ତଥାପି ନାନା ଭୁଲ୍ ଭ୍ରାନ୍ତିର ଏଇ ପୃଥିବୀରେ ଭଲପାଇବା ଜୀଇଛି ବୋଲି କେହି କେହି କହିବାର ମୁଁ ଶୁଣିଛି ଏବଂ ସେଇ ସବୁ ଭୁଲ୍ର ବୋଝକୁ ମୁଣ୍ଡରେ ଥୋଇ ଆମେ ଦୁନିଆର ରାଜପଥରେ ପୁଣି ଆଗକୁ ପାଦ ବଢ଼ାଉଛେ। ଯାହାର ବୋଝ ଯେତିକି ବେଶୀ ଭାରି ସେ ଜୀବନ ବିଷୟରେ ସେତିକି ଜାଣେ। ତା'ର ଆଖିର ପ୍ରତି ଲୁହ ଟୋପା ଗୋଟିଏ ଗୋଟିଏ ସନେଟ୍; ତା'ର ପ୍ରତ୍ୟେକ ପଦ–ଚିହ୍ନ ଇତିହାସର ଗୋଟିଏ ଗୋଟିଏ ପୃଷ୍ଠା–ତା'ର ପ୍ରତିଟି ଚିଠି ମନୁଷ୍ୟ ଜୀବନର ଗୋଟିଏ ଲେଖାଏଁ ଜୀବନ୍ତ କାହାଣୀ। ମୁଁ ଅନେକ ସନେଟ୍ ଲେଖିଛି; କାହାଣୀ କହିଛି। ତଥାପି ମୋର ମନରେ ପୁଣି ଏ ବ୍ୟାକୁଳତା କାହିଁକି? ଜୀବନରେ ଦୁଃଖର ମାତ୍ରା କ'ଣ ପୂର୍ଣ୍ଣ ହୋଇନି ଯେ ପୁଣି ମୁଁ ନିଜେ ଆମନ୍ତ୍ରଣ କରି ଆଣୁଛି–ତୁମେ ମୋତେ ହତାଦର କରି ଛାଡ଼ିଯିବା ପରେ ବି ତୁମକୁ ମନେ ପକାଇବା ଆଉ ଭଲପାଇବା ମୂଳରେ ଏହି ଦୁଃଖକୁ ବରଣ କରି ନେବାର ବ୍ୟାକୁଳତା ତୁମେ ଲକ୍ଷ୍ୟ କରି ପାରୁଛ; ସାଗର! ବେଶ୍–ଜୀବନଟା ଖାଲି ଯଦି ଦୁଃଖର ଏକକାବ୍ୟ–ତା'ହେଲେ ସେହି କବିତା ଗାଇବାରେ ହିଁ ମୋର ଆନନ୍ଦ। ଭଲପାଇବା ଯଦି ବେଦନାର ଏକ ବୀଣା; ତା'ହେଲେ ସେହି ବୀଣାରେ ସ୍ୱର ତୋଳିବାରେ ହିଁ ମୋର ଗୌରବ। ଅଶ୍ରୁ ଯଦି ମନୁଷ୍ୟର ସର୍ବଶ୍ରେଷ୍ଠ ସମ୍ପଦ ତା'ହେଲେ ଅନ୍ୟର ଲାଗି ତାକୁଇ ଢାଳି ଯିବାରେ ହିଁ ମୋର ଚରମ ସାର୍ଥକତା। ସେ ସୁଯୋଗ ଦେଇ ମୋତେ ତୁମେ ଧନ୍ୟ କରିଛ ସାଗରୀକା। ତୁମର ସ୍ମୃତି ଶାଶ୍ୱତ ହେଉ–ମୋ ଜୀବନର ଛିନ୍ନ–ବିଚ୍ଛିନ୍ନ ଅନୁଭୂତି; ଅନ୍ତରର ରୁଦ୍ଧ ଆବେଗ ଓ ରୋରୁଦ୍ୟମାନ ହାହାକାର ନେଇ; ଧରାର–ଧୂଷର ରାଜପଥରେ ମିଶି ଯିବାକୁ ମୋତେ ଅନୁମତି ଦିଅ। ଭୁଲ୍ ବୁଝନାହିଁ–ଯଦି ତୁମର ଅବହେଳା ସତ୍ତ୍ୱେ ମୁଁ ଭଲପାଇବାର ସାମାନ୍ୟ ଗୌରବ ତୁମକୁ ଦେଇ ପାରିଛି; ତା'ହେଲେ ସେଇ ଦୁରବୀକ୍ଷଣ ବଳରେ ଜୀବନକୁ ଦେଖ–କି ବିରାଟ, କି ବିଚିତ୍ର, କି ସୁନ୍ଦର, କି ଭୟଙ୍କର ଏଇ ଆମର ଜୀବନ। ମୁଁ ଜାଣେ; ମୋତେ ପୁଣି ମୋ ପୁରୁଣା ଖୋଳ ଭିତରକୁ ଫେରି ଯିବାକୁ ପଡ଼ିବ। ଦୈନନ୍ଦିନ–ଜୀବନର ଚବିଶିଟି ଘଣ୍ଟା ଭିତରକୁ ସେଠି ବଣ୍ଟା ହୋଇ ରହିଛି; କିଛି ନୂଆ ନାହିଁ। ମେସିନ୍ ଚାଲିବ–କାମ ହେବ...। ମୁହୂର୍ତ୍ତକ ପାଇଁ ମେସିନ୍ ବିଗିଡ଼ି ଥିଲା–ଠିକ୍ ହୋଇଯିବ। ନ ହୋଇ ତା'ର ଗତି ନାହିଁ। ଜୀବନ ପୁଣି ତା'ର ଗତାନୁଗତିକ ସ୍ୱାଭାବିକ ଧାରାରେ ଗଡ଼ି ଚାଲିବ। ସେଠି ଭାବ ପ୍ରବଣତା, ଅତୀତ ପ୍ରତି ଏକ ଅହେତୁକ ଅନୁରକ୍ତି ଶୋଭନୀୟ ନୁହେଁ–ଓଃ–ଅତୀତ...। ବେଲ୍ ବାଜିଲାଣି। ଗାଡ଼ି ଛାଡ଼ିବାକୁ ଆଉ ଅଳ୍ପ ସମୟ ବାକି। ମୋତେ ବିଦାୟ ଦିଅ। ମୁଁ ଯାଏ; ସମୁଦ୍ର ଥମିଛି; ତା'ର ରୋଦନ ଟିକିଏ କମିଛି ନା କ'ଣ? ଆଉ ପୁଣି କେବେ ଫେରିବ କେଜାଣି–ତଥାପି ପୁଣି ଥରେ ଫେରିବାର ଆଶା ନେଇ ଆଜି ଦୂରକୁ ଯାଉଛି–ଇତି– ତୁମର 'ନୀହାର' ସାଗରୀକା